ତା'ର ମୁଖ ସନ୍ଦେହର ଏକ ଗାଢ଼ ଛାୟାରେ ଘୋଡ଼ାଇ ହୋଇଗଲା ଠିକ୍ ଜ୍ୟୋଷ୍ଠ ମାସର ବର୍ଷଣମୁଖୀ କୃଷ୍ଣମେଘ ଆକାଶକୁ ଘୋଡ଼ାଇଲା ଭଳି। ମନ ଭିତରେ ତା'ର ଘୂରିବୁଲିଲା ଶତ ପ୍ରଶ୍ନବାଚକ ଚିହ୍ନ। ମନ ଭିତରର ପ୍ରଶ୍ନଗୁଡ଼ିକ ଚପାଇ ରଖି ଆଲେସ୍କିଙ୍କୁ ଲକ୍ଷ୍ୟକରି ଲେନା କହିଲା, ''କୃତ୍ରିମ ଉପଗ୍ରହ ପାଇଁ ପରମାଣୁ ଇନ୍ଧନ ଆସି ପହଞ୍ଚିଛି ଆମର ଗୁପ୍ତ ପରମାଣୁ ଗବେଷଣା କେନ୍ଦ୍ରରୁ। ଡିରେକ୍ଟର ପଚାରୁଛନ୍ତି, ସେହି ତେଜସ୍କ୍ରିୟ ପଦାର୍ଥ ଆଇନ୍ଷ୍ଟାଇନିଅମ୍କୁ କ'ଣ ଭୂମିତଳ କୋଠରିକୁ ପଠାଇ ଦିଆଯିବ? '' ଏତକ କହି ଉତ୍ତର ପାଇଁ ଅପେକ୍ଷା ନ କରି ଲେନା ମେରିନା ଆଡ଼କୁ ଅନାଇ ରହିଲା! ମାନମନ୍ଦିରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଭିତରେ ନିଜେ ସବୁଠାରୁ ଅଧିକ ସୁନ୍ଦରୀ ବୋଲି ତାର ଯେଉଁ ଖ୍ୟାତି ଥିଲା, ତାହା ମେରିନାର ସୌନ୍ଦର୍ଯ୍ୟ ସମ୍ମୁଖରେ ମିଳାଇଯିବାକୁ ବସିଲା। ସେ ମନେ ମନେ ଭାବିଲା, ''ଓଃ, ଏଡ଼େ ସୁନ୍ଦରୀ ଝିଅ ଆମ ରାଷ୍ଟ୍ରରେ ଅଛନ୍ତି! ସତେ ଯେପରି ସ୍ୱର୍ଗରୁ ଓହ୍ଲାଇଆସିଥିବା ପରୀଟିଏ! ଫୁଟିଆସୁଥିବା ପଦ୍ମଟି ପରି ଢଳଢଳ ମୁଖମଣ୍ଡଳ, ମୁକ୍ତାନିନ୍ଦୀ ଦନ୍ତପନ୍ତୀ, ଲୋଭନୀୟ ଅରୁଣରକ୍ତିମ ଅଧର। ଯେତେ ଦେଖିଲେ ମଧ୍ୟ ମେରିନାକୁ ଆହୁରି ଦେଖିବାକୁ ତା'ର ମନ ହେଲା। ଭଦ୍ରତା ଓ ଶିଷ୍ଟାଚାରକୁ ଜଳାଞ୍ଜଳି ଦେଇ ସେ ମେରିନାକୁ ଅପଲକ ନେତ୍ରରେ ଅନାଇ ରହିଲା। ଲେନାକୁ ହଠାତ୍ ପଶିଆସିବା ଦେଖି ବଡ଼ ଅପ୍ରସ୍ତୁତ ହୋଇପଡ଼ିଥିଲେ ଆଲେସ୍କି। ସେ ଅବସ୍ଥାକୁ ସମ୍ଭାଳି ନେବାପାଇଁ କହିଉଠିଲେ, ''ଓଃ! ତୁମେ କଣ ଠିଆ ହୋଇଛ ଲେନା! ତୁମେ ଟିକିଏ ବସ, ମୁଁ ତୁମକୁ ଏହାଙ୍କ ସହିତ ପରିଚିତ କରାଇ ଦିଏ। ତୁମେ ବୋଧହୁଏ, ଏହାଙ୍କୁ ଜାଣିନ? '' ଏହା କହି ମେରିନା ଆଡ଼କୁ ଅଙ୍ଗୁଳି ଠାରି ଆଲେସ୍କି କହିଲେ, ''ଏ ହେଉଛନ୍ତି ମୋର ବାଲ୍ୟବନ୍ଧୁ ମେରିନା କୋଜେଲେସ୍କି। କେନ୍ଦ୍ର ରାଜଧାନୀସ୍ଥ ନୂତନ ବିଶ୍ୱବିଦ୍ୟାଳୟର ବିଶ୍ୱରଶ୍ମି ବିଶେଷଜ୍ଞ। ଆମ କୃତ୍ରିମ ଉପଗ୍ରହରେ ବିଶ୍ୱରଶ୍ମି-ବିଶେଷଜ୍ଞ ଭାବରେ ଯୋଗ ଦେଉଛନ୍ତି-। '' ପୁଣି ଲେନା ଆଡ଼କୁ ଅଙ୍ଗୁଳି ଠାରି ମେରିନାକୁ କହିଲେ, ''ଏ ହେଉଛନ୍ତି ଲେନା ପତ୍ରାଭସ୍କି; ଆମ ମାନମନ୍ଦିରର ଜ୍ୟୋତିର୍ବିଜ୍ଞାନବିତ୍। ଏ ମଧ୍ୟ କୃତ୍ରିମ ଉପଗ୍ରହରେ ଯାଉଛନ୍ତି ଜୋତିର୍ବିଜ୍ଞାନବିତ୍ ଭାବରେ। '' ଲେନାକୁ ଦେଖି ମେରିନା ମଧ୍ୟ କିଞ୍ଚିତ୍ ଅନ୍ୟମନସ୍କା ହୋଇପଡ଼ିଥିଲା। 'ବିନା ଅନୁମତିରେ ଏ ତ ବେଶ୍ ଭାବରେ ଘର ଭିରରକୁ ପଶି ଆସିପାରୁଛନ୍ତି। ତା' ହେଲେ କ'ଣ ଏଥିପୂର୍ବରୁ ଏହି ଘର ଭିତରକୁ ଏହାଙ୍କର ଅବାଧ ଗତି। '-ଏହିଭଳି କେତେ କ'ଣ ଭାବିଯାଉଥିଲା ମେରିନା। ଆଲେସ୍କିଙ୍କ କଥାରେ ସେ ପ୍ରକୃତିସ୍ଥା ହୋଇପଡ଼ିଲା। ଆଲେସ୍କି ଲେନା ସହିତ ପରିଚିତ କରାଇଦେବା ପରେ ମେରିନା ଏକ କୃତ୍ରିମ ହସ ହସି ଲେନାଙ୍କୁ ନମସ୍କାର କଲା। ''ମୁଁ ତୁମକୁ ଭେଟି ଖୁସି ହେଲି ଭଉଣୀ। ତୁମ୍ଭମାନଙ୍କର ସାହାଯ୍ୟ ଓ ସହାନୁଭୂତି ମୋତେ ଏହି ଅଭିଯାନରେ ଯେ ଖୁବ୍ ସାହାଯ୍ୟ କରିବ, ଏହା ମୁଁ ଆଶା କରୁଛି। '' ''ଚାଲ, ଟିକିଏ କୃତ୍ରିମ ଉପଗ୍ରହ ଆଡ଼େ ବୁଲି ଆସିବା ଆଲେସ୍କି! କୃତ୍ରିମ ଉପଗ୍ରହ କେଉଁଠାରେ ଅଛି ଏପର୍ଯ୍ୟନ୍ତ ମୁଁ ଦେଖିନି। ତାହା ଦେଖିବାକୁ ମୋର ଆଜି ଭାରି ଇଚ୍ଛା ହେଉଛି। '' ''କିନ୍ତୁ ବର୍ତ୍ତମାନ ଯେ ସନ୍ଧ୍ୟା ହୋଇଗଲାଣି ମେରିନା! ସେ ଆଡ଼େ ଆଜି ଯାଇହେବନି ତ। କାଲି ସକାଳେ ଆମେ କୃତ୍ରିମ ଉପଗ୍ରହ ଆଡ଼େ ଯିବା। ଆଜି ଚାଲ, ମୁଁ ତୁମକୁ ମାନମନ୍ଦିର ବୁଲାଇ ଆଣିବି। '' ମେରିନା ଓ ଆଲେସ୍କି ଚାଲିଲେ ମାନମନ୍ଦିର ଅଭିମୁଖେ ମେରିନାକୁ ମାନମନ୍ଦିରର କୃତ୍ରିମ ଆକାଶମଣ୍ଡଳ